ଯେଉଁକଥା ହେମଲତା ସ୍ୱାମୀଙ୍କୁ ନ କହି ଛପାଇ ରଖିଥିଲେ, ସେହି କଥା ସେ ସୁଧୀନ୍ଦ୍ରକୁ ବିଶ୍ୱାସ କରି ସବୁ କହିଦେଇଥିଲେ। ହେମଲତା ସେତେବେଳେ ଭାବିଥିଲେ, ସୁଧୀନ୍ଦ୍ର ଅତି ବିଶ୍ୱାସୀ ଲୋକ। ମଣିଷକୁ ମଣିଷ ଅବିଶ୍ୱାସ କଲେ ଦୁନିଆରେ ବଞ୍ଚିରହି ପାରେନାହିଁ। ମଣିଷକୁ ବିଶ୍ୱାସ ନ କରି ଆଉ କ'ଣ ଭୂତପ୍ରେତକୁ ବିଶ୍ୱାସ କରିବ? ଏହା ମଧ୍ୟ ଦିନେ ହେମଲତା ଯୁକ୍ତି ଛଳରେ ଅନ୍ୟପାଖରେ କହୁଥିଲେ। ସୁଧୀନ୍ଦ୍ରଙ୍କ ପ୍ରତି ମୋଟେ ତାଙ୍କର ଅବିଶ୍ୱାସ ନ ଥିଲା। ତେବେ ଆଜି ସେ ସୁଧୀନ୍ଦ୍ରଙ୍କୁ ଏତେ ନୀଚ ଓ ହେୟ ବୋଲି କାହିଁକି ଭାବୁଛନ୍ତି? ଏ ପ୍ରଶ୍ନର ଉତ୍ତର ହେମଲତା ମଧ୍ୟ ଦେଇପାରିବେ ନାହିଁ। ସେ କାହିଁକି ଦିନେ ସୁଧୀନ୍ଦ୍ରକୁ ଭଲ ପାଇଥିଲେ, ବିଶ୍ୱାସ କରିଥିଲେ। ଆପଣାର କରିଥିଲେ ଏବଂ ନିଜର ମଣିଷ ଭାବି ସବୁ କହିଯାଇଥିଲେ, ଏକଥା ହେମଲତାଙ୍କର ସଠିକ୍ଭାବେ ମନେନାହିଁ। ସେ ଆଜି କାହିଁକି ଯେ। ସୁଧୀନ୍ଦ୍ରକୁ ଏଡ଼ିଦେବାକୁ ବସିଛନ୍ତି, ଏହିକଥା କେବଳ ହେମଲତାଙ୍କୁ ଜଣା। ସୁଧୀନ୍ଦ୍ରକୁ ଦେଖିଲେ ହେମଲତା ଭୟରେ ଥରିଉଠନ୍ତି। ସେ ଜଡ଼ସଡ଼ ହୋଇଯାଆନ୍ତି। ସତେଯେପରି ସୁଧୀନ୍ଦ୍ର ଗୋଟାଏ ଭାଲୁ କିମ୍ବା ଗୋଟାଏ ମଣିଷଖିଆ ବାଘ। ପୁରୁଷ ଥରେ ସ୍ତ୍ରୀକୁ ଜୀବନଦେଇ ଭଲ ପାଇଲା ପରେ ତା'ର ବୁଦ୍ଧିବୃତ୍ତି ହଜିଯାଏ। ତାହାର ପୌରୁଷ ଲୋପ ପାଇଯାଏ। ସେ ନିଜର ପୌରୁଷ ଓ ପ୍ରତିପତ୍ତି ଅପେକ୍ଷା ସ୍ତ୍ରୀର ସ୍ନେହ ଓ ପ୍ରେମକୁ ଅତି ବଡ଼ ବୋଲି ବିବେଚନା କରେ। ମୋଟାମୋଟି କହିବାକୁ ଗଲେ ସେ ସ୍ତ୍ରୀ ହାତରେ ଗୋଟାଏ ଜାପାନୀ କଣ୍ଢେଇ ହୋଇ ମଧ୍ୟ ବଞ୍ଚିବାକୁ ସୁଖପାଏ। ସୁଧୀନ୍ଦ୍ର ହେମଲତା ପାଖରେ ଠିକ୍ ଜାପାନୀ କଣ୍ଢେଇ ପରି ହୋଇଯାଇଥିଲେ କହିଲେ ଚଳେ। ଏ ସମୁଦାୟ ଜଗତଟା ତାଙ୍କୁ ହେମମୟ ଜଣାପଡ଼ୁଥିଲା। ସେ ଭାବୁଥିଲେ ହେମଲତା ହେଉଛନ୍ତି ଏହି ବିଶ୍ୱବ୍ରହ୍ମାଣ୍ଡର ଉତ୍ପତ୍ତି ସ୍ଥଳ ଏବଂ ବିଲୟ ସ୍ଥଳ ମଧ୍ୟ। ହେମଲତା ବିହୁନେ ତାଙ୍କର ଏ ଜଗତରେ କ୍ଷଣକେ ତିଷ୍ଠିପାରିବା ଅସମ୍ଭବ। ହାୟରେ ନିର୍ବୋଧ ପୁରୁଷ! ଯେ ଆଜି ତୋତେ ହତାଦର କରେ, ତୋର ସ୍ନେହ ଓ ପ୍ରେମକୁ ତା'ର ହୃଦୟ କଷଟିରେ କଷିସାରି ତୋର ସ୍ନେହକୁ ଶସ୍ତା ଓ ଭେଜାଲ ବୋଲି ପ୍ରମାଣ କରିବାକୁ ପ୍ରମାଣପତ୍ର ସହ ଆଗେଇଆସେ, ତାକୁ କେଉଁ ଭରସାରେ ତୋର ନିର୍ଲଜ ମୁଖ ଦେଖାଇ କହୁ, ''ତୁମେ ମୋର ଆରାଧ୍ୟ ଦେବୀ? '' ଦିନେ ଟ୍ରଙ୍କ୍ ଖୋଲି କାଗଜପତ୍ର ଖେଳାଇଲା ବେଳେ ହେମଲତାଙ୍କ ଆଖିରେ ସୁଧୀନ୍ଦ୍ରଙ୍କ ଚିଠିଟିଏ ପଡ଼ିଗଲା। ଅନେକ ଦିନ ତଳେ ସୁଧୀନ୍ଦ୍ର ସେହି ଚିଠିଟି ଦେଇଥିଲେ ହେମଲତାଙ୍କ ପାଖକୁ-। ସେ ଚିଠିଟି ଦେଖିଲା ମାତ୍ରେ ସେ ମନକୁ ମନ ନିଆଁ ଭଳି ଜଳିଉଠି କହିଲେ, ''ତାଙ୍କୁ ରାସ୍ତାରେ ଛିଡ଼ା କରାଇବାକୁ ଏହା ହେଉଛି ଗୋଟାଏ ରୀତିମତ ଷଡ଼ଯନ୍ତ୍ର। ନିଆଁଲାଗୁ ଏ ଚିଠିରେ। '' ଏତିକି କହି ଚିଠିଟିକୁ ଟିକି ଟିକି ଚିରିଦେଇ ଛେପ ନେଡ଼ାଏ ଥୁକିଦେଇ ନାଳୁଆ ଦୁଆରେ ପକାଇ ଦେଲେ। ହଠାତ୍ ଆଲବମ୍ ଉପରେ ତାଙ୍କ ଦୃଷ୍ଟି ପଡ଼ିଲା। ବିଭିନ୍ନ ଭଙ୍ଗିରେ, ବିଭିନ୍ନ ସମୟରେ ଉଠାଯାଇଥିବା ହେମଲତାଙ୍କ ଶତାଧିକ ଫଟୋ ଆଲବମ୍ ଦେହରେ ଥିଲା। କିନ୍ତୁ ଯେଉଁ ଫଟୋଟି ବାଗ୍ରାଠାରେ ସେ ଉପଠାଇଥିଲେ ସେହି ଫଟୋଟି ଆଲବମରେ ଦେଖିବାକୁ ପାଇଲେ ନାହିଁ। ପାହାଡ଼ କାନ୍ଥିରୁ ପାଣି ଖସିପଡ଼ୁଥାଏ। ତଳେ ଛିଡ଼ା ହୋଇଥିଲେ ହେମଲତା। ପାଣିର ଛିଟିକା ବାଜି ଦେହ ଓ ମୁଣ୍ଡରେ ଲୁଗା ଜଡ଼ିଯାଇ ଅଙ୍ଗପ୍ରତ୍ୟଙ୍ଗର ସୌନ୍ଦର୍ଯ୍ୟ ପଦାକୁ ଫୁଟିପଡ଼ୁଥିଲା। ପାଦ ପାଖରେ ଅସଂଖ୍ୟ ଛୋଟ ମେଘ ଭାସିଗଲାପରି ମନେହେଉଥିଲା। ଏହି ପ୍ରକାର ଥିଲା ସେ ଫଟୋ ଖଣ୍ଡିକ। ସେହି ଫଟୋଟିକୁ ଦେଖି ଦିନେ ସୁଧୀନ୍ଦ୍ର କହିଥିଲେ, ''ସତେ କ'ଣ ଲକ୍ଷ୍ମୀ ଆଉ କ୍ଷୀରସମୁଦ୍ର ମଧ୍ୟରୁ ଆତ୍ମପ୍ରକାଶ କରୁଛନ୍ତି କି? '' ଏହିକଥା ଶୁଣିଲାମାତ୍ରେ ସେଦିନ ହେମଲତାଙ୍କ ମନ ଆପେ ଆପେ ସୁଧୀନ୍ଦ୍ର ଆଡ଼କୁ ଟାଣିହୋଇ ଆସିଥିଲା। ସେ ସୁଧୀନ୍ଦ୍ର ପାଖକୁ ଲାଗିଆସି ଯେତେବେଳେ ଫଟୋଟିକୁ ନିରୀକ୍ଷଣ କରିବାକୁ ଲାଗିଲେ, ସେତେବେଳେ ହେମଲତାଙ୍କ ମନ ଯେ କ'ଣ ହେଉଥିଲା, ତାହା ସୁଧୀନ୍ଦ୍ରକୁ ଜଣା। ହେମଲତା ଭାବବିହ୍ୱଳ ହୋଇ ସୁଧୀନ୍ଦ୍ରକୁ ପଚାରିଲେ, ''ତୁମକୁ ଦେଖିଲେ ମନରେ ଏତେ କ୍ଷୁଧା ବଢ଼ିଯାଏ କାହିଁକି ସୁଧୀନ୍ଦ୍ର? '' ସୁଧୀନ୍ଦ୍ର କେବଳ ସେତେବେଳେ ମୃଦୁ ହସ ହସି ହେମଲତାର ଗଣ୍ଡ ଦେଶରେ ଗୋଟାଏ ମୃଦୁ ଆଘାତ ଦେଇ କହିଥିଲେ, ''ତମ ମନକୁ ପଚାର, ସେ ସଠିକ୍ ଉତ୍ତର ଦେବ। '' କେଉଁ ଫଟୋଟିକୁ ଦେଖି ସୁଧୀନ୍ଦ୍ର ତାଙ୍କୁ ଦିନେ କ୍ଷୀରାବ୍ଧି ତନୟା ବୋଲି କହିଥିଲେ ସେ ଫଟୋଟି ନିଶ୍ଚୟ ସୁଧୀନ୍ଦ୍ର ନିଜର ଅଭିଷ୍ଟ ପୂରଣ କରିବାକୁ ଯେ ନେଇଯାଇଛନ୍ତି, ଏହି କଥା ବୁଝିବାକୁ ହେମଲତାଙ୍କୁ ବାକିରହିଲା ନାହିଁ।